କି ପ୍ରବୋଧ ସେ ଦେବେ? ପୁରୁଷ ପୁଅ ସେ, ଜିତାଙ୍କ ପରି ବାହୁନିପାରନ୍ତି ନାହିଁ; କିନ୍ତୁ ଜିତାଙ୍କର ସରବ ବେଦନା ସହିତ କ'ଣ ତାଙ୍କର ମଉନ ବେଦନା ମିଶି ଏକାକାର ହୋଇଯାଏନି? ଯାଏ। ତେବେ କ'ଣ ବୋଲି ସେ ସାନ୍ତ୍ୱନା ଦେବେ? ସେ ଜିତାଙ୍କ ପାଖକୁ ଆସନ୍ତି। ଅବ୍ୟକ୍ତ ବେଦନାରେ ହୃଦୟ ତାଙ୍କର ମନ୍ଥି ହୋଇଯାଏ। ସେ ବସିପଡ଼ନ୍ତି ସ୍ତ୍ରୀଙ୍କ ମଥା ପାଖରେ। ଧୀରେ ଧୀରେ ଆଉଁସି ଦିଅନ୍ତି ସେଇ ମଥାଟି। ସ୍ୱାମୀଙ୍କର ସ୍ନେହ ସ୍ପର୍ଶରେ ଜିତା ଆସ୍ତେ ଆସ୍ତେ କୋହ ସମ୍ଭାଳି ନିଅନ୍ତି। ଗତ କେଇମାସ ଧରି ତନୁର ଜୀବନ ଆକାଶରେ ଦିଗ ଦିଗନ୍ତ ଧରି ଯେଉଁ କୁହୁଡ଼ିର ସମବେଶ ହୋଇଥିଲା? ବାପାଙ୍କର ସ୍ନେହ ସୂର୍ଯ୍ୟ, ଆଉ ବୋଉଙ୍କର ମମତା ରଶ୍ମିରେ ସେଇ କୁହୁଡ଼ି ଧୀରେ ଧୀରେ କ୍ଷୀଣରୁ କ୍ଷୀଣତର ହୋଇଆସିଲା। ତିନିଭାଗ କୁହୁଡ଼ି କଟିଗଲେ ମଧ୍ୟ ଭାଗେ ରହିଗଲା। ରହିବ ମଧ୍ୟ। ହୁଏତ ବା, ମୃତ୍ୟୁ ପର୍ଯ୍ୟନ୍ତ ସେ କୁହୁଡ଼ି ରହିବ। ଭାଇନାଙ୍କର ତା' ପ୍ରତି ଉଦାସୀନତା ଏପର୍ଯ୍ୟନ୍ତ କଟିଲାନି। ନିର୍ବନ୍ଧ ସରିବା ପରେ ତନୁ ଆସିଥିଲା ଭାଇନାଙ୍କୁ ମୁଣ୍ଡିଆ ମାରିବାକୁ। ଭାଇନା କିନ୍ତୁ ଅଟଳ, ନିଶ୍ଚଳ, ନିର୍ବାକ। ଅଳ୍ପଟିକିଏ ଚାହିଁ ମୁହଁବୁଲାଇ ନେଇଥିଲା। ତନୁ ମୁଣ୍ଡପୋତି ଚାଲିଆସିଥିଲା। ତା'ର କୃତକର୍ମ ଯୋଗୁଁ ସେ ତା'ର ଭାଗ୍ୟ ପାଖକୁ ଏହିପରି ପାଉଣା ପାଇଆସୁଛି ବହୁଦିନ ଧରି। ତଥାପି ଆଜି ପରା ଦିନରେ ପାଉଣାର ପରିବର୍ତ୍ତନ ଲୋଡ଼ିଥିଲା ମନେ ମନେ। ଭାବିଥିଲା ଭାଇନା କଥା ନକହିଲେ ମଧ୍ୟ ଆଶୀର୍ବାଦ ଭଙ୍ଗୀରେ ସେ ତାଙ୍କର ସ୍ନେହ ଶୀତଳ କର ଦୁଇଟି ପ୍ରସାରି ଦେବେ ତା'ର ନମିତ ଶିର ଉଦ୍ଦେଶ୍ୟରେ। କିନ୍ତୁ ନା ଭାଇନା ସେ ସବୁ କିଛି କଲେନି। ମୁହଁ ବୁଲାଇ ଚାଲିଗଲେ ସିଏ। ଯାଆନ୍ତୁ। ସେ ବି ତ ଚାଲିଯିବ ଏଇ ଆସନ୍ତା ମାଘ ମାସରେ। ଭାଇନାଙ୍କ ବିଭାଘର ପରେ ପରେ ତନୁର ବି. ଏ. ପରୀକ୍ଷା। ନହେଲେ ଏକା ତିଥିରେ ତନୁରେ ବି ବିଭାଘର ହୋଇଯାଇଥାଆନ୍ତା। ଭଲ ହୋଇଥାଆନ୍ତା ଭାଇନାଙ୍କ ପାଖରୁ ଯେତେଶୀଘ୍ର ସେ ଚାଲିଯିବ ସେତେ ତା'ର ଭଲ ସେବେ ଯାଇ ତାର ଶାନ୍ତି। ଭାଇଭଉଣୀଙ୍କ ମଧ୍ୟରେ କଥା ନାହିଁ। ଦେଖିଲେ କ'ଣ କହିବେ ମୌସୁମୀ ଭାଉଜ। କଥା କାହିଁକି ନାହିଁ ବୋଲି ସେ ଯଦି ମତେ ପଚାରିଦିଅନ୍ତି, କି ଉତ୍ତର ଦେବି ତେବେ? ଛି, ଛି, ଛି। ମରମରେ ମରିଯାଉଥିଲା ତନୁ। ଆଖିଆଗର ତା'ର ଭାସିଯାଉଥିଲା ସେଇ ଅଭୁଲା କାଳରାତ୍ରି କଥା। ଯେଉଁ ରାତ୍ରୀ ବହନ କରିଆଣିଲା ତନୁ ଜୀବନରେ ଅକଲ୍ୟାଣ। ସେଦିନ କଲେଜରେ ଡ୍ରାମା ହେଉଥିଲା। ସେ ହୋଇଥିଲା ଶକୁନ୍ତଳା, ଆଉ ରାଜେନ୍ ହୋଇଥିଲା ଦୁଷ୍ମନ୍ତ। ଦୁହିଁଙ୍କର ନିପୁଣ ପ୍ରାଣ ମତାଣିଆ ଅଭିନୟରେ ମୁଗ୍ଧ ହୋଇଉଠିଥିଲା ସେଇ ସ୍ଥାନଟି। ହାତ ତାଳିର ପୁଷ୍ପ ଦୁଷ୍ଟିରେ ଆତ୍ମହରା ହୋଇଯାଇଥିଲା ତନୁଶ୍ରୀ ମିଶ୍ର, ବିଭୋର ହୋଇଯାଇଥିଲା। ଦେଖଣାହିରାଙ୍କ ମନରେ କି ଭାବ ସୃଷ୍ଟି ହୋଇଥିଲା କେଜାଣି? ତା' ନିଜ ମନରେ କିନ୍ତୁ ସୃଷ୍ଟି ହୋଇଥିଲା ସାତରଙ୍ଗର ଇନ୍ଦ୍ରଧନୁ। ଗୋରା ତକ୍ ତକ୍ ଲମ୍ୱା ଚଉଡ଼ା ରାଜେନ୍ ଦେହର ରାଜପୋଷାକ ବିଦ୍ ଗତ ଦୁଷ୍ମନ୍ତ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତନୁ ମନରେ ଭ୍ରମ। ସେଇ ଏକାଭାବ ରାଜେନ୍ ମନରେ ବି। ସିନ୍ ପଡ଼ିବା ପରେ ବି ବିଗ୍ଧ ଆଖିରେ ଦୁହେଁ ଚାହିଁ ରହିଥିଲେ ଦୁହିଁଙ୍କ ଆଡ଼କୁ। ଦୁହିଁଙ୍କ ଆଖିରେ ଫୁଟିଉଠିଥିଲା ନିଜ ନିଜକୁ ସମର୍ପଣ କରିଦେବାର ବିଭ୍ରାନ୍ତ ଦୃଷ୍ଟି। ରେ ବର୍ବର ବାଳିକା! ଏହି ସଭ୍ୟ ସମାଜରେ ରହି ତୁ କ'ଣ କାଣିଚାଏ ହେଲେ ସଭ୍ୟତା ଶଖିନାହୁଁ? ନତ କର, ନତ କର ତୋର ସେହି ସ୍ୱାପ୍ନାତୁର ନୟନପତା। ସଂଶୋଧନ କରିନେ ତୋର ଏଇ ସର୍ବନାଶା ଭ୍ରମକୁ। ମୂଢ଼ ବାଳିକା ସମ୍ୱରଣ କର ନିଜକୁ କହୁଅଛି ସଖୀ ମୁହିଁ ତୋର ଏଇ ପ୍ରିୟମ୍ୱଦା। ସୁନୀଳ ଅଞ୍ଚଳରେ ନିଜର ଲଜ୍ଜାରୁଣ ମୁହଁଟିକୁ ଢାଙ୍କି ଏକପ୍ରକାର ଦଉଡ଼ି ଦଉଡ଼ି ପଳାଇଥିଲା ଶକୁନ୍ତଳା ରୁପିଣୀ ତନୁଶ୍ରୀ। ଆଉ ସେଇଦିନୁଁ ତା'ର ଦୁର୍ବଳତା ଆସିଥିଲା ରାଜେନ୍ ପ୍ରତି। ରାଜେନ୍ ର ମଧ୍ୟ। ତନୁଶ୍ରୀ ମନଭାବକୁ ତୀକ୍ଷ୍ଣ ଦୃଷ୍ଟିରେ ଲକ୍ଷ୍ୟ କରିଥିଲା ରାଜେନ୍ଦ୍ର କୁମାର ମହାନ୍ତି। ସମୟ ଅସମୟରେ ଯାଚିହୋଇ କଥା କୁହେ ରାଜେନ୍ ତନୁ ସହିତ। କଥା ତ ନୁହେଁ ଗୁଡ଼ାଏ ଅବାନ୍ତର ପ୍ରଳାପ। ସେଇ ପ୍ରଳାପ ଆଳାପରେ ବୋକା ତନୁଶ୍ରୀ ଯୋଗଦେଲା ନିର୍ବତାରରେ। ନିର୍ଜନ ଜାଗାମାନ ଦେଖି ଡାକିନେଇଯାଏ ରାଜେନ୍ ତନୁଶ୍ରୀକୁ। ନାହିଁ କରିପାରେନାହିଁ ତନୁ। ରାଜେନ୍ ର ଅବାନ୍ତର ପ୍ରଶ୍ନର ଉତ୍ତର ଦିଏ। ଦେହରେ ଦେହ ଲଗାଇ ବସିଗଲେ ଅସ୍ୱସ୍ତି ଅନୁଭବ କରେ ତନୁଶ୍ରୀ।